' 'ମୁଁ ନୁହେଁ, ମି. ଶତ୍ରୁଜିତ! ସ୍ନେହ ଏଇ ତଥ୍ୟ ମୋତେ ଯୋଗାଇ ଦେଇଥିଲା। ତା ପାଖରୁ ମୁଁ ଆହୁରି ଜାଣିବାକୁ ପାଇଥିଲି ଯେ କେବଳ ଜୟନ୍ତୀର ସାନ୍ନିଧ୍ୟ ପାଇବାପାଇଁ ମି: ପାତ୍ର ବାରମ୍ବାର ଅନନ୍ତ ଦାସଙ୍କ ଘରକୁ ଯାଉଥିଲେ, ଯୋଉ ସମ୍ବାଦ ସ୍ନେହଲତା ଜାଣି ନ ପାରିବାପାଇଁ ବ୍ୟବସ୍ଥା କରିଥିଲେ। ' 'ତା ମାନେ, ସ୍ନେହଲତାର ଅଗୋଚରରେ? ' 'ହଁ, ମାଇନସ୍ ଯିବା ବାହାନା କରି ସେ ସେଠାକୁ ଯାଉଥିଲେ। ' 'ଆଉ ଏ କଥା କ'ଣ ସତ୍ୟ ଯେ ମିସେସ ପାତ୍ର ମିଷ୍ଟର ପାତ୍ରଙ୍କ ଅନୁପସ୍ଥିତ ସମୟରେ ରାତି ଗୋଟାଏ ଦୁଇଟାବେଳେ ଫେରନ୍ତି? ' ସୁବ୍ରତବାବୁ ଏଇ କଥା ଉପରେ ଟିକିଏ ଅନ୍ୟମନସ୍କ ହେଇଉଠିଲେ। ତାପରେ କ'ଣ ଚିନ୍ତା କରି କହିଲେ,'ଆପଣଙ୍କ ଅନୁମାନ ଠିକ୍। ସ୍ନେହଲତା ପୁଣି ଥରେ ମୋ ମନ ଉପରେ ପୂର୍ବରୁ ତା ପ୍ରତି ଥିବା ସ୍ନେହ ଫେରାଇ ଆଣିବା ପାଇଁ ସଚେଷ୍ଟା ହେଇଉଠୁଥିବାର ମୁଁ ଲକ୍ଷ୍ୟ କରିଥିଲି। ଆଉ ସେଇଥିପାଇଁ ମିଷ୍ଟର ପାତ୍ରଙ୍କ ଅନୁପସ୍ଥିତି ଦିନମାନଙ୍କରେ ସେ ମୋ ପାଖକୁ ଛୁଟିଯାଉଥିଲା। ' 'ତାର ଅନୁରୋଧ ମି:ପାତ୍ର ତଥା ଜୟନ୍ତୀ ଭିତରେ କୌଣସି ଗୋପନୀୟ ସମ୍ପର୍କ ଥିବାର ସଂଧାନ ଆପଣ ପାଇଥିଲେ? 'ନା। ଅବଶ୍ୟ ସମୟରେ ସ୍ନେହଲତାଠାରୁ ସମ୍ବାଦ ପାଇ ମୁଁ ମି: ପାତ୍ରଙ୍କୁ ଫଲୋକରି ଅନନ୍ତ ଦାସଙ୍କ। ଘରେ ପହଞ୍ଚିଥିଲେ। ଅବଶ୍ୟ ଅନେକ ଥର ନିଭୃତ କୋଠରି ଭିତରେ ଉଭୟଙ୍କୁ ମୁଁ ଦେଖିଛି। ଆଉ ଉଭୟଙ୍କର ମାନସିକ ପରିସ୍ଥିତି ମୁଁ ଷ୍ଟଡ଼ି କରିଛି। ସେଥିରୁ ମୋର ଯାହା ମନେହୁଏ, ଜୟନ୍ତୀ ମି:ପାତ୍ରଙ୍କୁ କେବଳ ସମ୍ମାନ କରୁଥିଲା। କିନ୍ତୁ ମି: ପାତ୍ର ସ୍ନେହଲତାର ସନ୍ଦେହଠାରୁ ନ ଥିଲେ। ''ମୁଁ କିନ୍ତୁ ବୁଝିପାରିଲି ନାହିଁ, ସୁବ୍ରତବାବୁ, ଅନନ୍ତ ଦାସଙ୍କ ମୃତ୍ୟୁ ପରେ ପରେ ସ୍ନେହଲତାକୁ ଯୋଉ ପରିବେଶରେ ମାଳିନୀ ଦେବୀ ଆଉ ତାଙ୍କର ସ୍ୱାମୀ ଭେଟିଥିଲେ। '' 'ସେଥିରେ ସ୍ନେହଲତାକୁ ସନ୍ଦେହ କରିବା କଥା। ତଥାପି ଜୟନ୍ତୀ ଉପରେ ମୋର ସନ୍ଦେହ ଦୃଢ଼ ହେଇଥିଲା କାହିଁକି, ସେଇ କଥା ଆପଣ ଜାଣିବାକୁ ଚାହୁଁଛନ୍ତି? ' ଶତ୍ରୁଜିତଙ୍କ ନିକଟରୁ କଥା ଛଡ଼ାଇ ସୁବ୍ରତ କହିଲେ। 'ହଁ' 'ଜୟନ୍ତୀ ଯେ କିଏ ତାହା ମୁଁ ପ୍ରାୟ ଜାଣିସାରିଥିଲି। ସ୍ନେହଲତା ଆଉ ତାର ଏ ଭିତରେ ଯେ ଗୋପନ ଷଡ଼ଯନ୍ତ୍ର ଥାଇପାରେ ଏହା ମୁଁ ଅବିଶ୍ୱାସ କରି ପାରି ନ ଥିଲି। କାରଣ ଦୁହିଁଙ୍କ ସହିତ ଅନନ୍ତ ଦାସଙ୍କର କୌଣସି ରକ୍ତଗତ ସଂପର୍କ ନ ଥିଲା। ତା'ପରେ ଜୟନ୍ତୀ ଆବିର୍ଭାବ ସଂପୂର୍ଣ୍ଣ ରହସ୍ୟଜନକ ଭାବରେ ହୋଇଥିଲା। ପରେ ପରେ ସେ ପୁଣି ସ୍ୱୀକାର କରିଥିଲା ଯେ ସେ ନିଜେ ସାଇନାଏଡ଼୍ ଟେବଲେଟ ଅନନ୍ତ ଦାସଙ୍କୁ ଦେଇଛି ବୋଲି। ' 'ଆପଣଙ୍କର ସନ୍ଦେହ ଯଥାର୍ଥ। କିନ୍ତୁ ସୁବ୍ରତବାବୁ, ସ୍ନେହଲତା କେବେ କଣ ଆପଣଙ୍କୁ କହିଥିଲା ଯେ ମି:ପାତ୍ରଙ୍କୁ ଦୂରେଇଦେଇ ସେ ଆପଣଙ୍କ ପାଖକୁ ଫେରିଆସିବ? ' 'ନା, ବରଂ ସେ ଏକ ଉଦ୍ଭଟ ପ୍ରସ୍ତାବ ଉପସ୍ଥାପିତ କରିଥିଲା— ତା'ପରି ମୁଁ ଅନ୍ୟ ଜଣେ କାହାରିକୁ ବିବାହ କରେଁ; କିନ୍ତୁ ଭିତରେ ଥିବା ପୂର୍ବର ସଂପର୍କ ଛିନ୍ନ ନ ହେଉ. ' 'ବେଶ୍, ଏଥର ମନେପକାନ୍ତୁ, ସ୍ନେହଲତା କେବଳ କଣ ଆପଣଙ୍କୁ କହି ନ ଥିଲା ଯେ ଯୋଉ ଚାରି ଏକର ସଂପତ୍ତି ଭବିଷ୍ୟତରେ ଖୁବ୍ ମୂଲ୍ୟବାନ ହେଇପାରିବାର ସମ୍ଭାବନା ରହି ସେଇ ଚାରି ଏକର ସଂପତ୍ତି କେମିତି ସେ ହସ୍ତଗତ କରିପାରିବ ବୋଲି? ' ସୁବ୍ରତ ଚିନ୍ତିତ ହୋଇଉଠିଲେ;ହୁଏତ